ସେଇଆଡ଼କୁ ଚାହିଁ ବେଳାଭୂମିରେ ସମଳିତ ଜନତା ଭିତରେ ଜାଗି ଉଠିଛି ଏକ ଅପୂର୍ବ ଆବେଗ ସମସ୍ତେ ମୁଗ୍ଧ। ସମସ୍ତେ ଆତ୍ମହରା। ତା' ପରେ…। ଧୀରେ ସେଇ ରକ୍ତିମ ବକ୍ର ରେଖାଟି ରୂପାନ୍ତରୀତ ହେଲାଣି ଏକ ଅର୍ଦ୍ଧ ଗୋଲକକୁ। ବକ୍ଷରେ ତା'ର କଳାବୁନ୍ଦା କେତେଟା ସ୍ପଷ୍ଟ ଦିଶି ଯାଉଚି। ଦୂରରୁ ଭାଷି ଆସୁଥିବା ସେଇ ବଂଶୀଟିର ମଧୁର ମୂର୍ଚ୍ଛନା ମିଳେଇ ଯିବାକୁ ବସିଲାଣି ଆସ୍ତେ ଆସ୍ତେ। ବିଜୟାର କିନ୍ତୁ ଖିଆଲ ନାଇଁ ଏସବୁ ଆଡ଼େ। ଏବେ ବି ସେ ଭାବି ଚାଲିଚି ନିକଟ ଅତୀତରେ ଘଟିଯାଇଥିବା ସେଇ ପୁରୁଣାକଥାଗୁଡ଼ାକୁ। ଭଁ, ଭଁ ଅଁ, ଭଁ ଅଁ… ଆକାଶ ଉପରେ ଗୋଟାଏ ବ୍ୟେମଯାନ ଉଡ଼ିଗଲା। ବିଜୟାର ଏକାଗ୍ରତ ଭାଙ୍ଗିଗଲା। ହଠାତ୍ ତା'ର ଦୃଷ୍ଟି ନଇଁ ଆସିଲା ସେଇ ରକ୍ତ ଗୋଲକ ଉପରକୁ। ଯାହା ପୂର୍ଣ୍ଣତା ପାଇଚି ଏଇ ଅଳ୍ପ ସମୟ ଆଗରୁ। ଦି'ଜଣ ତରୁଣ ତରୁଣୀ ସୂର୍ଯ୍ୟଆଡ଼କୁ ମୁହଁ କରି ଠିଆ ହୋଇଛନ୍ତି ତା'ର ଦୃଷ୍ଟି ସାମନାରେ। ଯାହା ଫଳରେ ବିଜୟା ସଂପୂର୍ଣ୍ଣ ଗୋଲକଟିକୁ ଦେଖି ପାରୁନି। ବିଜୟାର ଅନ୍ତର ପୁରି ଉଠୁଥିଲା—ବିରକ୍ତରେ ଏଇ ଦି'ଜଣଙ୍କ ଉପରେ। ଆଉ ଟିକିଏ ନିରୀକ୍ଷଣ କରି ଚାହିଁଲା। ଯୁବତୀଟି ନଇଁ ପଡ଼ୁଚି ଯୁବକର କାନ୍ଧ ଉପରକୁ ଠିକ୍ ଗୋଟିଏ ପ୍ରଶ୍ନ ବାଚକଚିହ୍ନ ଭଳି। କିନ୍ତୁ ଏଇ ଯୁବକ…..। ଉତ୍ତେଜନାରେ କମ୍ପି ଉଠିଲା, ବିଜୟାର ଦେହ। ଟେବ୍ଲ ଡ୍ରୟାର ଭିତରୁ ତା' ଡାଇରିଟି କାଢ଼ି ତା'ଭିତରୁ ସେ ଏକ ଯୁବକର ଗୋଟିଏ ଫଟୋଗ୍ରାଫ ବାହାର କଲା। କିଛିସମୟ ଧରି ନିରୀକ୍ଷଣ କଲା ଫଟୋଗ୍ରାଫଟିକୁ। ମୁହଁରେ ତା'ର ଫୁଟି ଉଠିଲା ଘୃଣା। ଆଖିରେ ଜଳି ଉଠିଲା ପ୍ରଚଣ୍ତ ପ୍ରତିଶୋଧର ଦାରୁଣ ପିପାସା। ନିଃସନ୍ଦେହ ହେବାକୁ ସିଡ଼ି ଦେଇ ଓହ୍ଲେଇ ଯାଉଥିଲା ସେ ତଳକୁ, ଏତିକି ବେଳେ ଉମାଶଙ୍କର ପଶି ଆସିଛନ୍ତି ବିଜୟାର ଘର ଭିତରକୁ। ବିଜୟାର କାଠିନ୍ୟ ବୃଦ୍ଧଙ୍କ ଆଖି ଏଡ଼ାଇ ପାରିନି। "ମା, ବିଜୀ! '' ଖୁବ୍ ନରମ ଗଳାରେ ଡାକିଲେ ସେ। ବିଜୟା କାନରେ ହୁଏତ ବାଜି ନି ସେ ଡାକ। ସେ ବ୍ୟଗ୍ର, ପଦକ୍ଷେପରେ ଓହ୍ଲେଇ ଯାଇଛି ତଳକୁ। ଟେବୁଲ୍ ଉପରେ ଖୋଲା ହେଇ ପଡ଼ିଚି ବିଜିୟାର ଡାଇରୀ ଆଉ ସେଇ ଯୁବକର ଫଟୋ। ଫଟୋ ତଳେ ଛୋଟ ଆଉ ସରୁ ଇଂରେଜୀ ଅକ୍ଷରରେ ଲେଖା— '' " ଉମାଶଙ୍କରଙ୍କ ଆଖିରେ ଫୁଟି ଉଠିଲା ପ୍ରଶ୍ନବାଚକ। ଏ ପାଖ ସେପାଖ ଲେଉଟାଇଲା ବେଳେ ପୁଣି ଆଖିରେ ପଡ଼ିଲା ତାଙ୍କର ଫଟୋ ଗ୍ରାଫେ୍ଟାରେ ପଛ ପଟେ ନାରୀ ହାତରେ ଛୋଟ ଛୋଟ ଅକ୍ଷରରେ ଲେଖା। "ନରାଧମ ରଞ୍ଜନ, ସେଇ ଅତୃପ୍ତ, ଅଶରିରୀ ଆତ୍ମାଗୁଡ଼ିକର ଉଦ୍ଦେଶ୍ୟରେ ଟେକି ଦେବି ତୋ'ରି ବୁକୁର ଉଷ୍ଣ ରକ୍ତ ଧାରା, ଯେଉଁମାନଙ୍କୁ ସେଦିନ ତୁ ନିର୍ମ୍ମମ ପଶୁ ଭଳି ହତ୍ୟା କରିଚୁ। ବିଜୟା। '' ବୃଦ୍ଧ ଚମକି ପଡ଼ିଲେ। ସନ୍ଦିଗ୍ଧ ମନରେ ଡାଇରୀର ପୃଷ୍ଠା ଲେଉଟାଇବାକୁ ଆରମ୍ଭ କଲେ ସେ। ଗୋଟାଏ ପୃଷ୍ଠାରେ ଲେଖା ଅଛି। "ଓଡ଼ିଶାର ଶ୍ରେଷ୍ଠ ଐତିହାସିକ ହିସାବରେ ଯେଉଁଦିନ ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ବାବାଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା, ସେହି ଦିନଠାରୁ ବିଭିନ୍ନ ସ୍ଥାନ ବୁଲି ଐତିହାସିକ ତଥ୍ୟ ସଂଗ୍ରହ କରିବାର ରୋଗ ତାଙ୍କର ବଢ଼ି ଉଠିଲା। ପ୍ରଫେସର ଜୀବନରୁ ଅବସର ନେଇ, ଦ୍ଵିଗୁଣ ଉତ୍ସାହରେ ଭାରତର ବିଭିନ୍ନ ଅଞ୍ଚଳ ବୁଲି ସେ ତାଙ୍କର ଗବେଷଣା ଚଳାଇବାକୁ ଲାଗିଲେ। କିନ୍ତୁ ବୃଦ୍ଧ ବୟସରେ ଏତେ ପରିଶ୍ରମ ତାଙ୍କ ଦେହରେ ଗଲା ନାହିଁ। ଦାକ୍ଷିଣାତ୍ୟ ଭ୍ରମଣରୁ